ଏହା ମନେ ମନେ ଭାବି ସେ ସୁଯୋଗପାଇଁ ଅପେକ୍ଷା କରିବାକୁ ଲାଗିଲେ। ରାତ୍ରୀ ଆଠଟା ସମୟରେ ସମସ୍ତଙ୍କର ଭୋଜନ ଶେଷ। ହେଲା। ଶଶୀ ଦାଣ୍ଡଘରେ ଜଗନ୍ନାଥଙ୍କର ବିଛଣା ପ୍ରସ୍ତୁତ କରିବାକୁ ଗଲା। ଜଗନ୍ନାଥ ପୂର୍ବପରି ବାହାରକୁ ଉଠି ନ ଯାଇ ବସି ରହିଲେ। ବିଛଣା ପ୍ରସ୍ତୁତ ହେଲାପରେ ଜଗନ୍ନାଥ ଶଶୀ ଆଡ଼କୁ ଚାହିଁ ଅତି ମୃଦୁସ୍ୱରରେ ଡାକିଲେ "ଶଶୀ"। ଶଶୀ ଆଶ୍ଟର୍ଯ୍ୟ ଓ ଭୀତ ହୋଇ କହିଲା "ଆଜ୍ଞା। " ଜଗନ୍ନାଥ ତାହାର ଶିକ୍ଷିତ, ଭଦ୍ରାଚରଣରେ ତୁଷ୍ଟ ହୋଇ କହିଲେ, "ଶଶୀ, ତୁମେ ମୋର ଅନେକ ଉପକାର କରିଛ, ଦିନରାତି ମୋର ସେବା କରିଅଛୁ। ତୁମର ପ୍ରାଣପାତ ପରିଶ୍ରମ ମୁଁ କଦାପି ଭୂଲି ପାରିବି ନାଇଁ। କିନ୍ତୁ ମୋତେ ଯେପରି ତୁମେ ନ ଭୂଲ, ସେଥିପାଇଁ ମୁଁ ଗୋଟିଏ ଉପହାର ଦେବାକୁ ସ୍ଥିର କରିଛି। ତୁମେ କ'ଣ ଚାହିଁ କହିଲେ, ମୁଁ କଲିକତାରୁ ପଠାଇବି। " ଶଶୀ ନିରୁତ୍ତର ହେଲା। ସେ କ'ଣ ବା ମାଗିବ? ସେ ନତମୁଖୀ ହେଇ ରହିଲା। ଜଗନ୍ନାଥ ପୁନର୍ବାର ତାହାହିଁ ପଚାରିଲେ। ଶଶୀର ସର୍ବାଙ୍ଗ ଥରିବାକୁ ଲାଗିଲା। ସେ ଜଗନ୍ନାଥଙ୍କ ମୁଖକୁ ଚାହିଁ ପାରିଲା ନାଇଁ। ତୃତୀୟବାର ଜଗନ୍ନାଥ କହିଲେ "ଶଶୀ, କହିବାକୁ ଲଜ୍ଜା କରୁଛ? ଆଛା, ମୁଁ ନିଜେ ଦେଇ ଦେବି। ତୁମେ କ'ଣ କାନଫୁଲ ଠାରୁ ୟାରିଂ ପସନ୍ଦ କର ନାହିଁ? ମୁଁ କଲିକତାରୁ ପଠାଇବି, କିଛି ମନେ ନ କରି ଗ୍ରହଣ କରିବ। " ଶଶୀର ମନ ବଡ଼ ବିରସ ହୋଇଗଲା, ସାମାନ୍ୟ ସୁନାର ୟାରିଂ? ଏଇ ତାର ପୁରସ୍କାର? ଏତେ ପ୍ରେମ, ଏତେ ସ୍ନେହ ବିନିମୟରେ ଏଇ ତାର ପ୍ରତିଦାନ! ସେ ସହି ପାରିଲା ନାଇଁ। ଆବେଗ ଓ ଅଭିମାନରେ ତାର ବିଶାଳ ଆଖିଦୁଇଟି ଅଶ୍ରୁରେ ଛଳଛଳ ହୋଇଉଠିଲା। ସେ ସମ୍ଭାଳି ପାରିଲା ନାଇଁ। କୋହରେ ତାର ବକ୍ଷ ଫାଟି ପଡ଼ିବାକୁ ଲାଗିଲା। ହଠାତ୍ ଦୀର୍ଘଶ୍ୱାସ ସହିତ ଦୁଇ ଟୋପାଲୁହ ତା'ଆଖିରୁ ଝରି ପଡ଼ିଲା। ଜଗନ୍ନାଥ ଏହା ଦେଖିଲେ। ସେ କେବେ ସାମାନ୍ୟ ଘଟଣାରେ ବିଚଳିତ ହୋଇ ନ ଥିଲେ; କିନ୍ତୁ ଶଶୀର ଅଶ୍ରୁ ସେ ସହିପାରିଲେ ନାଇଁ। ଶଶୀ କ୍ଷୁବ୍ଧ ହୋଇ ସେଠାରୁ ଚାଲିଗଲା। ଜଗନ୍ନାଥ ଦେଖିଲେ କ୍ଷଣକ ମଧ୍ୟରେ ଶଶୀ ଉଭେଇ ଗଲା। ଜଗନ୍ନାଥ ବଡ଼ ବିଚଳିତ ହୋଇପଡ଼ିଲେ। ସତେ ଶଶୀକୁ ଅପମାନ କଲେ ପରା! ସତେ ପଦଦଳିତ ଫଣିନୀ ପରି ସେ ଗର୍ଜ୍ଜି ଉଠିଲା। ଜଗନ୍ନାଥ ଉଠି ଦାଣ୍ଡକୁ ଗଲେ। ପୋଖରୀ କୂଳ ଆଡ଼େ ବୁଲିବାକୁ ଗଲେ। ଦେଖିଲେ ପୋଖରୀ ପାହାଚ ଉପରେ କିଏ ଜଣେ କାନ୍ଦୁଛି। ଅତି କ୍ଷୀଣ କ୍ରନ୍ଦନସ୍ୱର ଶୁଭୁଥିଲା; କିନ୍ତୁ ନାରୀର କଣ୍ଠ! ଜଗନ୍ନାଥ କିଛି ନ ବୁଝି ନିକଟବର୍ତ୍ତୀ ହେଲେ। ଦେଖିଲେ ଶଶୀ, ସେଇ ଅଭିମାନିନୀ ଶଶୀ, ସେଇ ଅଜ୍ଞାତହୃଦୟା ଶଶୀ! ଜଗନ୍ନାଥ କ'ଣ ଭାବି ଚାହିଁ ରହିଲେ। ସେହି ସୁନ୍ଦରୀ ବାଳିକା ଶଶୀକୁ ଅନାଇଁ ରହିଲେ। ତାହାର ସସସ୍ତ ସୌନ୍ଦର୍ଯ୍ୟ ମଧ୍ୟରେ ସେ ଦେଖିଲେ ଆଶ୍ଚର୍ଯ୍ୟ ଗମ୍ଭୀର ଦେବୀ ମୂର୍ତ୍ତି। ତାହାର କୋମଳ ହୃଦୟ ଯେପରି ସର୍ବ ସୌନ୍ଦର୍ଯ୍ୟରେ ଗଠିତ। ସେହି ଅଭିମାନନୀ ଗୋପାଳ ବାଳିକାର ପୂର୍ଣ୍ଣ ସୌନ୍ଦର୍ଯ୍ୟମୟ, ବିଶାଳ, ବିଚିତ୍ର ଚକ୍ଷୁ ମନେ ପଡ଼ିଲା। ତାହାର ଲଲିତ ଚାହାଣି ମନେ ପଡ଼ିଲା। ଜଗନ୍ନାଥ ଆଶ୍ଚର୍ଯ୍ୟ ହେଲେ, ମୁଗ୍ଧ ହେଲେ। ଆହା, ସେହି ଶଶୀ କାନ୍ଦୁଛି। ଜଗନ୍ନାଥ ଆଉ ସହିପାରିଲେ ନାଇଁ। ତାର ପାଖକୁ ଗଲେ; କିନ୍ତୁ ଶଶୀ ଏହା ଜାଣି ପାରିଲା ନାହିଁ, ଚାହିଁଲା ନାଇଁ, ସେ ମୁଖନତକରି କାନ୍ଦିବାରେ ଲାଗିଥାଏ। ତାହାର ଘର୍ମତପ୍ତ ନିଃଶ୍ୱାସ ସତେ ଯେପରି ଜଗନ୍ନାଥର ହୃଦୟକୁ ଦଗ୍ଧ କରିବାକୁ ଲାଗିଲା। ଜଗନ୍ନାଥ ନତ ହୋଇପଡ଼ିଲେ। କ୍ଷଣକେ ତାଙ୍କର ହୃଦୟ ଶଶୀମୟ ହୋଇପଡିଲା। ସେ ସବୁ ବିଘ୍ନ, ବିଭେଦ ଭୁଳିଗଲେ। ସେ କେଉଁଠାରେ ଅଛନ୍ତି ଭୁଲିଗଲେ। ସେ ଶଶୀକୁ ବକ୍ଷସ୍ଥଳକୁ ଟାଣି ଆଣିଲେ। ହଁ, ଜଗନ୍ନାଥ ବୁଝି ପାରିଛନ୍ତି, ଶଶୀ ତାଙ୍କୁହିଁ ଚାହେଁ। ସେ ସୁନା ୟାରିଂ ଚାହେଁ ନାଇଁ। ଭାବି ଭାବି ଜଗନ୍ନାଥ ଲଜ୍ଜିତ ହେଲେ। ତାହାର ସସସ୍ତ ପ୍ରେମର ପ୍ରତିଦାନରେ ଜଗନ୍ନାଥ ସେ ସୁନ୍ଦରୀକୁ କ'ଣ ଦେବେ? ସେ ତାହାକୁ ବକ୍ଷକୁ ଆଣିଲେ। ତାର ରୋରୁଦ୍ୟମାନ ମୁଖମଣ୍ଡଳକୁ ଲୁଗାକାନିରେ ପୋଛି ଦେଲେ। ଆଉ ଏକ ମୂହୂର୍ତ୍ତ, କ'ଣ କଲ ଜଗନ୍ନାଥ, ହାୟ କ'ଣ କଲ? ଜଗନ୍ନାଥ ଶଶୀର ମୁଖରେ ଚୁମ୍ୱନକଲେ।